ନୂତନ ଶାସ୍ତ୍ର ସୃଷ୍ଟ କରିବା ତାଙ୍କ ପକ୍ଷେ ବିଚିତ୍ର ନୁହେଁ। ତେଣୁ ସମସ୍ତେ ତାଙ୍କୁ ବୁଦ୍ଧ ବୋଲି ଜ୍ଞାନ କରୁଛନ୍ତି। ଏହିଭଳି ଏକ ମହାନ୍ ବ୍ୟକ୍ତିଙ୍କ ସହିତ କେବଳ ଜ୍ଞାନ ଆହରଣ ପାଇଁ ଯୁକ୍ତି କରାଯାଇପାରେ। ଅନାଥପିଣ୍ଡକ ଉପବନ ନିରବ ନିସ୍ତବ୍ଦ। ବୃକ୍ଷ ଉପରେ ପକ୍ଷୀ ମଧ୍ୟ ସ୍ଥାଣୁ ଭଳି ବସିରହିଛି। ଭାଙ୍ଗିଯାଇଛି ବ୍ରାହ୍ମଣମାନଙ୍କର ଜାତି ଅହମିକା। ମହାସାଗରର ଜଳକୁ କାତଦ୍ୱାରା ଗଭୀରତା ମାପିଲା ଭଳି ତାଙ୍କର ଅବସ୍ଥା ହୋଇଛି। ଆପେ ଆପେ ସଙ୍କୁଚିତ ହୋଇ ଯାଉଛନ୍ତି ସେମାନେ। ଏହି ସମୟରେ ଅଶ୍ୱଳାୟନ କରଯୋଡ଼ି ଗାଇଉଠିଲେ– ବୁଦ୍ଧଂ ଶରଣଂ ଗଚ୍ଛାମି ନିର୍ବାସିତ ମହାରାଜ ଅରୁଣ ସିଂହାସନ ଉପରେ ଉପବେଶନ କରିଛନ୍ତି। ତାଙ୍କ ସମ୍ମୁଖ ଭାଗରେ ବସିଛନ୍ତି ସଭାସଦଗଣ। ସଭା କାର୍ଯ୍ୟ ଆରମ୍ଭ ପ୍ରାୟ। ବେଳେ ବେଳେ ବୟସ୍ୟ ଶ୍ରାବଣ ଆକାଶ ପରି ଗମ୍ଭୀର ସଭା ମଣ୍ଡପକୁ ହାସ୍ୟରୋଳରେ ମୁଖରିତ କରାଇ ଦେଉଛନ୍ତି; କିନ୍ତୁ ମହାରାଜ ଗମ୍ଭୀର-। ହାସ୍ୟରସିକ ପାରିଷଦଙ୍କ କଥା ତାଙ୍କ କର୍ଣ୍ଣରେ ବାଜି ଫେରିଯାଉଛି। ଭିତରେ ପ୍ରବେଶ କରି ମନକୁ ହାସ୍ୟରସରେ ଆପ୍ଳୁତ କରିବା ଶକ୍ତି ତା'ର ନାହିଁ ଯେପରି। ହଠାତ୍ ବାହାରୁ କାହାର କରୁଣ୍ୟ କଣ୍ଠସ୍ୱର ଭାସିଆସିଲା। ଉଚ୍ଚ ହାସ୍ୟରୋଳ ଅତିକ୍ରମ କରି ଏକ କ୍ଷୀଣସ୍ୱର ମହାରାଜଙ୍କ କର୍ଣ୍ଣ ମଧ୍ୟରେ ପ୍ରବେଶ କଲା। ବଡ଼ ଉଦ୍ବିଘ୍ନ ହୋଇଉଠିଲେ ମହାରାଜ 'ଅରୁଣ'। ହଠାତ୍ ବନ୍ଦ ହୋଇଗଲା ହାସ୍ୟରୋଳ, ମହାରାଜଙ୍କ ଉଦ୍ବିଘ୍ନତା ଦେଖି। ଅବାରିତ ରାଜଦ୍ୱାର। ଯେ କେହି ବିନା ବାଧାରେ ତା'ର ଅଭାବ ଅସୁବିଧା ବ୍ୟକ୍ତ କରିପାରେ। ବିଚାରରେ ପକ୍ଷପାତିତା ନାହିଁ। ରାଜଦଣ୍ଡ ସମସ୍ତଙ୍କ ପାଇଁ ସମାନ। ରାଜପୁତ୍ର ମଧ୍ୟ ଦୋଷୀ ବୋଲି ସାବ୍ୟସ୍ତ ହେଲେ ସାଧାରଣ ଲୋକ ଭଳି ସେ ଦଣ୍ଡରୁ କ୍ଷାନ୍ତ ହେବ ନାହିଁ। ଅଳ୍ପ ସମୟ ପରେ ଦ୍ୱାରୀ ପ୍ରବେଶ କରି ଅଭିବାଦନ ଜ୍ଞାପନ କଲା। ରାଜଦ୍ୱାରରେ ଜଣେ ବ୍ରାହ୍ମଣ ବିଚାର ପାଇଁ ଉପଗତ। ତା'ର ସର୍ବନାଶ ହୋଇଛି। ସଙ୍ଗେ ସଙ୍ଗେ ରାଜାଦେଶ ହେଲା ସସମ୍ମାନେ ତାଙ୍କୁ ଘେନିଆସ। ଅବିଳମ୍ୱେ ଦ୍ୱାରୀ ବାହାରକୁ ଯାଇ ଜଣେ ବ୍ରାହ୍ମଣଙ୍କୁ ରାଜଦରବାରରେ ପ୍ରବେଶ କରାଇଲେ। ବ୍ରାହ୍ମଣ ବାସ୍ତବରେ ଜଣେ ବିପନ୍ନଭଳି ଦେଖାଯାଉଥାନ୍ତି। ମହାରାଜ ତାଙ୍କୁ କିଛି ପ୍ରଶ୍ନ କରିବା ପୂର୍ବରୁ ସେ ଉଚ୍ଚ କାରୁଣ୍ୟଜଡ଼ି ଜଡ଼ିତ କଣ୍ଠରେ କହିଉଠିଲେ, ମହାରାଜ! ଯୁବରାଜଙ୍କ ପାଇଁ ମୋ ଭଳି ଲୋକ। ଆପଣଙ୍କ ରାଜ୍ୟରେ ରହିପାରିବେ ନାହିଁ। ବିସ୍ଫାରିତ ହୋଇଗଲା ମହାରାଜଙ୍କ ଚକ୍ଷୁ ଦୁଇଟି। ତାଙ୍କର ଗମ୍ଭୀର ମୁଖମଣ୍ଡଳ ଆହୁରି ଗମ୍ଭୀର ହୋଇଉଠିଲା। ସେ ଦୁଃଖ-କ୍ରୋଧ-ମିଶ୍ରିତ ଗଳାରେ କହି ଉଠିଲେ ଚଣ୍ଡାଳ ଆଜି ବି ଅପକର୍ମ କରିବାରେ ପଛାଇ ଯାଇନାହିଁ। ଦୁଃଖ କ୍ରୋଧରେ ଫାଟି ପଡ଼ୁଥାଏ ରାଜାଙ୍କ ଅନ୍ତରତମ ପ୍ରଦେଶ। ତଥାପି ଅଭିଯୋଗ ଶୁଣିବାକୁ ଉଦବେଗ ହୋଇ କହିଲେ, ସେ ଚଣ୍ଡାଳ କ'ଣ କରିଛି! ବିବାହ ବେଦୀ ଉପରୁ ମୋର କନ୍ୟାକୁ ହରଣ କରି ନେଇଛନ୍ତି। ଚମକି ଉଠିଲେ ସଭାସଦ୍। ସଭାସଦ୍ଙ୍କ ମଧ୍ୟରୁ ବଶିଷ୍ଠ କହି ଉଠିଲେ, ତାହାହେଲେ ତୁମ କନ୍ୟାର କ'ଣ ବିବାହ କର୍ମ ସମ୍ପନ୍ନ ହୋଇସାରିଥିଲା? ନା, ତାହା ହୋଇପାରିଲା କେଉଁଠି! ଆରମ୍ଭ ହେବା ସମୟରେ ସେ'ତ ଜୋର କରି କନ୍ୟାକୁ ବେଦୀ ଉପରୁ ନେଇ ଚାଲିଗଲେ। କନ୍ୟା କେବଳ ଯାହା କାନ୍ଦୁଥିଲା ସେତିକି ଛଡ଼ା ମୁଁ ଆଉ କିଛି ଶୁଣିପାରି ନାହିଁ। ମୋ'ର ଧୈର୍ଯ୍ୟ ନଥିଲା କିଛି ଶୁଣିବାକୁ। ଯାହାହେଉ ବ୍ରାହ୍ମଣ ଘରର କନ୍ୟା ତ। ଉଚ୍ଚ ଜାତିରୁ କନ୍ୟାନେବା ଶାସ୍ତ୍ରବିରୁଦ୍ଧ। ଏ ପୁଣି ବ୍ରାହ୍ମଣ କନ୍ୟା। ଯୁବରାଜ ଗୁରୁତର ଅପରାଧ କରିଛନ୍ତି, ବଶିଷ୍ଠ କହିଉଠିଲେ। ସଭାସଦ୍ମାନେ ବଶିଷ୍ଠଙ୍କ କଥାକୁ ସମର୍ଥନ କରିବେ କି ନା କିଛି ସ୍ଥିରକରି ପାରିଲେ ନାହିଁ। ବ୍ରାହ୍ମଣ କନ୍ୟା ଅପହରଣ କରିବା ଗୁରୁତର ଅପରାଧ। କିନ୍ତୁ ଏ ଯେ ଯୁବରାଜ। କାଲି ସକାଳେ ବୃଦ୍ଧ ମହାରାଜାଙ୍କଠାରୁ ସେ ରାଜ୍ୟଶାସନ ଗ୍ରହଣ କରିବେ। ତାଙ୍କ ବିରୁଦ୍ଧରେ ଖୋଲା ଖୋଲି କିଛି ବ୍ୟକ୍ତ କରିବା ଏକ ଦୁଃସାହସିକ କାର୍ଯ୍ୟ। ତେଣୁ ନୀରବ ରହିବା ଶ୍ରେୟସ୍କର। ମହାରାଜ ମୁଣ୍ଡରେ ହାତଦେଇ ବସିଥାନ୍ତି; ସେ ପୁତ୍ର ସତ୍ୟବ୍ରତଙ୍କ କାର୍ଯ୍ୟରେ ବଡ଼ ମର୍ମାହତ। ଅଭିଯୋଗକାରୀ ବ୍ରାହ୍ମଣଙ୍କୁ ପ୍ରଶ୍ନ କରି ଆଉ କିଛି ବୁଝିବା ତାଙ୍କ ଧୈର୍ଯ୍ୟସୀମାର ବାହାରେ। ସେ ସ୍ୱପ୍ନ ଦେଖିଲା ଭଳି ବିଗତ ଦିନକୁ ଫେରିଯାଉଥାନ୍ତି–ସେହି ବିଗତହିଁ ଦିନର ସ୍ମୃତି–ଅପୁତ୍ରିକ ସେ। ପୁତ୍ର ପାଇଁ କେତେ ଯାଗ ଯଜ୍ଞ କଲେ; କିନ୍ତୁ କେଉଁଥିରେ ତାଙ୍କର ସନ୍ତାନପ୍ରାପ୍ତିର କୌଣସି ଆଶା ଦେଖି ପାରିଲେ ନାହିଁ। ଶେଷରେ ସେ ମହାମାୟାଙ୍କ ଶରଣାପନ୍ନ ହେଲେ।